କ୍ଷଣକେ ମତ୍ତ କାମ ମନ୍ଥି ପକାଇଲା ସର୍ବ ସତ୍ତାକୁ। କ୍ଷଣକେ ହଜିଗଲା ବୁଦ୍ଧି ବିବେକ ସଂଯମ ଶୃଙ୍ଖଳା, ପାପ ପୁଣ୍ୟର ବିଧି ନିଷେଧ। ସେମାନଙ୍କର ଆଖିରେ ନିଶାଚହଟିଲା। ମୁହଁର ଭାବ ହୋଇ ଉଠିଲା ଆଉ ପ୍ରକାରେ। ଥର ଥର ହୋଇ ଥରି ଉଠିଲେ ପ୍ରାୟ ସମସ୍ତେ। ଲକ୍ଷହୀରା ଚରମ ବିଦୃପରେ ହାଣିଲା ତିର୍ଯ୍ୟକ କଟାକ୍ଷ। ଚରମ ନିଷ୍ଠୁର ଉଲ୍ଲାସରେ ହେଲା ଉଲ୍ଲସିତା। ସଂସାର ଉପରେ ସେ ପ୍ରତିଶୋଧ ନେଇଛି। ରେଣୁ ରେଣୁ ହୋଇ ଝରି ପଡ଼ୁଚି ବିଶ୍ୱାସ ଭରସାର ସକଳ ଆଶ୍ରୟ। କେହି କେହି ଦୁଃସାହସୀ ତରୁଣ ଧରି ପକାଉଛନ୍ତି ତା'ର ଅଞ୍ଚଳ ପ୍ରାନ୍ତ। ଲୀଳା ବିଳାସ ଚତୁର କଟାକ୍ଷରେ ଧୀରେ ଛଡ଼ାଇ ନେଉଛି ସେ। ବିଷ ଢାଳି ବିଷାକ୍ତ କରି ଦେଉଛି ସବୁକିଛି। ସମ୍ମୁଖରେ ଛିଡ଼ା ହୋଇ କମ୍ପୁଛନ୍ତି ଆନନ୍ଦ– ଶାକ୍ୟ ମୁନିଙ୍କର ପ୍ରଧାନ ପ୍ରିୟତମ ଶିଶ୍ୟ ୟେ। ଲକ୍ଷହୀରା ଅନେକଥର ଜନଶ୍ରୁତିରୁ ଶୁଣିଚି ଆନନ୍ଦଙ୍କର ନିଷ୍ଠା, ଭକ୍ତି ଆକୁଳ ସମର୍ପଣର କାହାଣୀ। ଏଇ ଗୋଟିଏ ବନ୍ଦୀ ପରେ ଚରମ ମୁକାବିଲାର ମୁହୂର୍ତ୍ତ। ଶେଷ ଜୟ ପରାଜୟର ପ୍ରଶ୍ନ-। ଅନ୍ଧାର ଆଲୁଅର ମୁହାଁମୁହିଁ ବେଳ। ଲକ୍ଷହୀରା ବି ଗୋଟା ସୁଦ୍ଧା ଥରି ଉଠିଲା ଅସ୍ଥିର ଉତ୍ତେଜନାରେ। ତା'ର ସମସ୍ତ ରୋମାବଳୀ କଦମ୍ବ କୁସୁମ ସମ କଣ୍ଟକିତ ହୋଇ ଉଠିଲେ। ତା' ଆଖିରେ ବି ନାଲି ଚହଟି ଗଲା। ଆନନ୍ଦଙ୍କ କମ୍ପନ କମି କମି ସ୍ଥିର ପ୍ରସନ୍ନ କାରୁଣ୍ୟମୟ ସମର୍ପଣରେ ବିଲୟ ହୋଇଗଲା-। ସେ ଛିଡ଼ା ହୋଇଛନ୍ତି ଗୁରୁଙ୍କ ଆସନକୁ ଲାଗି, ଗୁରୁଙ୍କ ଅଭୟ କରମୁଦ୍ରା ତଳେ। ଲକ୍ଷହୀରା ଭିତରୁ ବି କମି ଆସିଲା ଉତ୍ତେଜନା କମି ଆସିଲା ଅସ୍ଥିରତା। ଧୀରେ ଧୀରେ ସେ ବୁଝିପାରିଲା ତା'ର ଚୋଟ ବିଫଳ ହୋଇଚି। ବିଷ କାଟୁ କରି ନାହିଁ। ନିରୂପାୟ ନିଃସହାୟତାରେ ଦୁଇ ଆଖିରୁ ଝରି ପଡ଼ିଲା ବିନ୍ଦୁ ବିନ୍ଦୁ ଅଶ୍ରୁ ଜାଲ ଛିଡ଼ିଗଲା... ପାତଳ କୁହେଳିର ଆବରଣ ମିଳାଇଗଲା ମୁହୂର୍ତ୍ତକେ। ଲକ୍ଷହୀରା ଅନ୍ତରରେ ଅନୁଭବ କଲା ଆଉ ଏକ ଦିବ୍ୟ ତୃତୀୟ ନୟନର ଉନ୍ମେଳନ। ସେଇ ଆଖିରେ ସେ ଦେଖିଲା କୋଟି ସୂର୍ଯ୍ୟପ୍ରଭ କୋଟି ଚନ୍ଦ୍ରସୁଶୀତଳ ଦିବ୍ୟ କାନ୍ତି–ତଥାଗତଙ୍କର ଧ୍ୟାନ ମଗ୍ନ ଗମ୍ଭୀର ମୂର୍ତ୍ତି। ଅର୍ଦ୍ଧ ନିମୀଳିତ ନୟନ ଯୁଗଳରୁ ଝରି ପଡ଼ୁଚି ବିଗଳିତ କରୁଣାର ଧାରା। ପଦ୍ମାସନରେ ନିର୍ବାତ ନିଷ୍କମ୍ପ ଶିଖ ପରି ସେ ସ୍ଥିର ସମାଧିସ୍ଥ। ଚକିତରେ ଚମକି ପଡ଼ିଲା ଲକ୍ଷହୀରା। ୟେ କି ଦୃଶ୍ୟ ଦେଖୁଚି ସେ! ଧ୍ୟାନମଗ୍ନ କରୁଣାଘନ–ମୂର୍ତ୍ତି ବୁଦ୍ଧଙ୍କ ଉଭୟ ପାର୍ଶ୍ୱରେ ସେବା-ନିରତା ଆଠଜଣ ତରୁଣୀ ନାରୀ। ତା'ଠାରୁ ଲକ୍ଷେଗୁଣ ସୁନ୍ଦରୀ ସହସ୍ରେ ଗୁଣ ସୁକୁମାରୀ ସେମାନେ। ବେଶ ପରିପାଟିରେ, ଭୂଷଣ ଐଶ୍ୱର୍ଯ୍ୟରେ, ଚତୁର କଳା କୁଶଳତାରେ ସେମାନେ ତାକୁ ବିକିଦେଇ କିଣିନେଲା ପରି ମନେ ହେଉଚି। ତାଙ୍କ ବିଦ୍ୟୁତ ଚଞ୍ଚଳ କଟାକ୍ଷ ପାତରେ, ତା' ତନୁରେ ଶିହରୀତ ସୁଖାବେଶ, ମନରେ ଅପୂର୍ବ ଅନଙ୍ଗ ଉନ୍ମାଦନା। ନାରୀ ହୋଇ ନାରୀ ରୂପରେ ମୋହିତା ହେଉଛି ସେ। ଯେଉଁ କାମ ବାଣରେ, ଯେଉଁ କାମ କାଳକୂଟରେ ସେ ଅପରକୁ ଜର୍ଜର ବିବସ କରି ପକାଉଥିଲା ମର୍ମେ ମର୍ମେ ଅନୁଭବ କରୁଚି ସେ ଯନ୍ତ୍ରଣାକୁ। ଅଥଚ ତଥାଗତ ଅଛନ୍ତି ସ୍ଥିର ହୋଇ, ନିର୍ବିକାର ହୋଇ, ନିଜ ଭିତରେ ନିଜେ ମଗ୍ନାବସ୍ଥା ସ୍ଥିତାବସ୍ଥାରେ। ଲକ୍ଷହୀରା ବି ଛିଡ଼ା ହୋଇ ରହିଲା ଚିତ୍ର-ପତ୍ତଳୀପରି ବାହାରକୁ ସ୍ଥିର ସ୍ଥାଣୁ ହୋଇ। ଯୁବତୀମାନଙ୍କ ଖସି ପଡ଼ିଲା ଆଭରଣ ଖସି ପଡ଼ିଲା ଆବରଣ। ଯୌବନର ୟେ କି ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ? ରୂପର